ଚିନୁ-ମାର ଶେଷକଥା;–ଚିନୁ ବୁଲୁ ଟୁନୀ ରହିଲେ–ସେ ତୁମର–ମୁଁ ଚାଲିଲି। ହଁ ଖାଲି ତାଙ୍କରି ଲାଗି ସେ ବସିରହିବେ। ସୂର୍ଯ୍ୟଦେବତା ପଶ୍ଚିମ ଆକାଶକୁ ଢଳିଲେଣି। କୁଆଡ଼େ ଗଲା ଏହି ରାମ? ଯିବାକୁ ବାଟ କାହିଁ। ଏଇ ବାଟରେ ଗଲେ କେତେ କେତେ ଭୋକିଲା ଲୋକଙ୍କ ସହିତ ଭେଟ ହେବ। ପେଟର ପ୍ରବର୍ତ୍ତନାରେ ମଣିଷ କିଛି ନବୁଝି ନସୁଝି ପାପ କରିବାକୁ ପ୍ରସ୍ତୁତ ହୁଏ। ରାମାନନ୍ଦେ ଦେଖିଲେ–ମିଟିଂ ପଡ଼ିଆର ଯାତ୍ରାପିଣ୍ଡି ଉପରେ ତ ଲୋକ ଜମା ହୋଇଛନ୍ତି। ସେଇଠି ଗାଁର ସଭା ହୁଏ। ଯାତ୍ରା, ତାମସା, ଥିଏଟର ସବୁହୁଏ। ଏବେ ସଭା ହେଉନାହିଁ–ଯଦିଓ ଲୋକଭିଡ଼। ପହଁରିବାକୁ ପଡ଼ିଥିଲା ବୋଲି ସେ ପିଠିରେ ଗାମୁଛା ସହିତ ଖାଇବା ଜିନିଷତକ ବୁଜୁଳି କରି ବାନ୍ଧିଦେଇଚନ୍ତି କାଳେ କେହି ଜାଣିପାରି ଆସି ବଳାତ୍କାରରେ ନେଇଯିବ? ଏକା କଣ କରିବେ ସେ? ଯୋଡ଼ାକୁ ତ ଘୋଡ଼ା ପାରେନାଇଁ। ପୁଣି, ବୁଭୁକ୍ଷିତଂ କିଂ ନ କରୋତି ପାପମ୍ ସେ ଗତି ବଦଳେଇ ପୁଣି ଉଠିଲେ ବନ୍ଧ ଉପରକୁ। ବନ୍ଧେ ବନ୍ଧେ ଯାଇ ଘାଇ ପାର ହେଲାପରେ–କିଛି ବାଟ ପାଣିରେ ପାଣିରେ ଯିବେ–ତା'ପରେ ଲକ୍ଷ୍ୟସ୍ଥଳ ସେଇ କୁଦ। ଏକ ଯୋଜନା ମନେ ମନେ ଠିକ୍କରି ନନ୍ଦେ ଚାଲିଲେ! ଯାତ୍ରାପିଣ୍ଡିଟା ବାମପଟେ ଲୁଚିଗଲା। ଗାଁ-ଟୋକାଏ ଆଜିକାଲି ଆଧୁନିକ କାଇଦାରେ ବାଆଁଶ ଖୁଞ୍ଚପୋତି, ସିନ୍ବାନ୍ଧ ପାଲ ଟାଙ୍ଗି ସେଇଠି ଅଭିନୟ ଦେଖାନ୍ତି। ସେଇଟା ଉଚ୍ଚସ୍ଥାନ। ବୋଲି ବୁଡ଼ିନାଇଁ କେବଳ ସ୍ଥଳରେ ରହିଲେ କି ବଞ୍ଚିବେ? ଅମାର ଧାନ ନଷ୍ଟ–ସାଇତା, ସମ୍ପତ୍ତି ଧ୍ୱଂସ–ଆଉ ବଞ୍ଚିବାର ଉପାୟ ନାହିଁ? ଏ ବଞ୍ଚିବା ମରିବାଠାରୁ ହୀନ। ଭୋକର ଅତ୍ୟାଚାର ଅତି ଅସହ୍ୟ। ନାଲୁମିଶ୍ରେ ଭାବୁଥିଲେ–ନିଜକଥା, ଗାଁ କଥା, ଦେଶ କଥା। ସ୍ୱାଧୀନ ହେଲାପରେ ସତେ କଣ ଅବସ୍ଥା ବଦଳିଚି? ବଦଳିଚି, ବଦଳିଚି। ପାଖ ଆଖରେ ପୋଷ୍ଟ ଅଫିସ ନଥିଲା, ଖଣ୍ଡେ ହେଲାଣି। ସୁବିଧା ଅସୁବିଧାରେ ପ୍ରବାସୀବନ୍ଦୁ ଦୂରବାନ୍ଧବଙ୍କ ନିକଟକୁ ଚିଠିଖଣ୍ଡେ ଲେଖିବା ପାଇଁ ତାଙ୍କୁ ପାଞ୍ଚମାଇଲ ଯିବାକୁ ହେଉଥିଲା। ଗାଁରେ କଥା କହିଲାବାଲା ବେଶି ହେଲେଣି। ମାମଲତକାର, ରାଜନୀତି, ଦେଶନୀତି ବୁଝିଲା ଭଳି ଲୋକ ହେଲେଣି। କଥା କଥାକରେ ବିଧାନସଭା ରାଜ୍ୟସଭା କଥା ପଡ଼ି ଯାଉଚି। ଲୋକେ ମନ୍ତ୍ରୀମାନଙ୍କ ଉଦାହରଣ ଦେଉଚନ୍ତି। ଏସବୁ ପ୍ରଗତିର ଲକ୍ଷଣ। କିନ୍ତୁ–ବଦଳିଲା ନାଇଁ ଏକା ଏଇ ବଢ଼ି ତାର ଘରଖିଆ, ମଣିଷ–ଗୋରୁଗାଈ ଖିଆ ଜମି–ଜମା ଖିଆ ପ୍ରକୃତି ସବୁ ଆଗଭଳି ଅପରିବର୍ତ୍ତିତ ରହିଚି। ପ୍ରକୃତ୍ତି କେବେ ବଦଳେ? ପ୍ରତିବର୍ଷ କାହାର ନା କାହାର ଘରନଷ୍ଟ। ମାଣମାଣ ଜମି ଉପରେ ବାଲିଚରି ନଷ୍ଟହୋଇ ଯାଉଚି। ନାଲୁମିଶ୍ରଙ୍କର ଦୁଇମାଣ ଜମି ଯାଇଥିଲା–ଏଥର କେତେ ଯିବ କଳନା ନାହିଁ-। ଜୀବନ ସାରା ଶ୍ରମକରି ନାଲୁମିଶ୍ରେ ଆଉ ଉଠି ପାରିବେ କି ନା ସନ୍ଦେହ। ମେରୁଦଣ୍ଡ ଥରେ ଭାଙ୍ଗିଲେ ଗୋଟେ ଜନ୍ମ ଆଉ ସଳଖେ ନାହିଁ। ସାରା ଦେଶଟା ଅବସ୍ଥା ହୋଇଥିବ ଏଇପରି। ବଡ଼ି–ମରୁଡ଼ି–ପୋଡ଼ି ମୁଖରୁ ଓଡ଼ିଶାର ନିସ୍ତାର ନାହିଁ। କେଉଁ କାଳରେ କେଉଁ ରଜାଥିଲେ, ନାଁ ମର୍କତକେଶରୀ। ବଡ଼ ବଡ଼ ପଣ୍ଡିତେ ତାଙ୍କରି ନାମ କୁହନ୍ତି। କାଠଯୋଡ଼ି ନଈରେ ସେ ଯେଉଁ ପଥର ବନ୍ଧ କରିଯାଇଛନ୍ତି ତାର ତୁଳନା ନାହିଁ। ଓଡ଼ିଶା ପଥରର ଦେଶ। ଏ ଦେଶର ସ୍ଥାପତ୍ୟ, କଳା, ବୀରତ୍ୱର କାହାଣୀ ସବୁ ପଥର ପିଠିରେ ଅଙ୍କିତ। ପଥରର ଅଭାବ ଏ ଦେଶରେ ନାହିଁ। ଏଇ ଓଡ଼ିଶାରୁ ପଥରନେଇ କେତେ ଦେଶରେ କେତେ କଣ ନ ହେଉଚି। ହେଲେ, ଓଡ଼ିଆ ଶିଳ୍ପୀ ପଥର ନିକଟରୁ ଫେରି ଆସିଲାଣି। ତାର ନିହାଣ ମୁନ ପଥର ସ୍ପର୍ଶ କରିବାକୁ ଭୟ ପାଉଛି। ଏମାନେ କାପୁରୁଷ। ପଥର ଛାତି ଘେନି କେହି ପୁଅ ଓଡ଼ିଶାରେ ଜନ୍ମ ନେଉନାହାନ୍ତି। ଥିଲେ, ଥିଲେ ଯାଇଁ କେଉଁ ଅତୀତରେ। ସେତେବେଳେ ବହୁଲୋକଙ୍କର ଥିଲା ପଥରର ପିଣ୍ଡା, ପଥର ଚାନ୍ଦିନୀ, ପଥର ଘର, ଦେଉଳ, ପଥର ମୂର୍ତ୍ତି। ନାଲୁମିଶ୍ରଙ୍କର ଠିକ୍ ମନେଅଛି, ତାଙ୍କରି ଘର ଆଗରେ ଥିଲା ଏକ ବିରାଟ ପଥର ମଣ୍ଡପ। ପ୍ରତିଦିନ ସଂଧ୍ୟାରେ ତାଙ୍କର ବୁଢ଼ାବାପା ସେଇଠି ବସୁଥିଲେ। ଆଉ ଆଉ ବୁଢ଼ାମାନେ ବି ଯୋଗ ଦେଉଥିଲେ ବୁଢ଼ାବାପାଙ୍କ ଚିନ୍ତାରେ। ସଂସ୍କୃତ ଚର୍ଚ୍ଚା ହେଉଥିଲା। କିଏ କହେ ହରିବଂଶର ଦର୍ଶନ, କିଏ କହେ କାଳିଦାସଙ୍କର ସରସ କବିତା, କିଏ ଉଦ୍ଧୃତି ଦିଏ ଜଗନ୍ନାଥ ଦାସଙ୍କ ଭାଗବତରୁ। ସେମାନଙ୍କର କଥୋପକଥନ ଭରାଥିଲା ବିସ୍ମୟଜନକ ପ୍ରାଣ ପ୍ରାଚୁର୍ଯ୍ୟରେ। ଏବେ ନାହିଁ, ସବୁ ଅତୀତ। କୋଣାର୍କ କଥା କାହାକୁ ଅଜଣା।